ନ ହେଲେ ଏତେ ବଡ଼ ନିଷ୍ଠୁର ପ୍ରଶ୍ନ ପଚାରିବାକୁ ତା'ର ଜିଭ ଓଲଟି ଥାନ୍ତା କେମିତି? ସେ କିଛି ଭାବିପାରିଲାନି। କ'ଣ ଉତ୍ତର ଦେବ ଏ ପ୍ରଶ୍ନର। ନୀହାର ପୁରୀ ଛାଡ଼ି ଚାଲିଯିବାକୁ ଚାହୁଁଛି–ଆଉ ଆସିଛି ତା'ର ମତାମତ ନେବାକୁ। ସେ କ'ଣ ଉତ୍ତର ଦେବ? ତା'ର ଉତ୍ତରର ବା କି ମୂଲ୍ୟ ଥାଇପାରେ? କାହିଁକି ନୀହାର ଆଜି ଏପରି ପ୍ରଶ୍ନ ପଚାରୁଛି। ସତରେ କ'ଣ ଜୀବନର ସବୁ ଦେଇ ସେ ତାକୁ ନିଜର କରିପାରିଲାନି। ଆଜି କ'ଣ ତାହେଲେ ସାଗରୀକାଠୁଁ ମୁକ୍ତି ଚାହୁଁଛି ନୀହାର। ସେ କ'ଣ ଏମିତି ତାକୁ ବାନ୍ଧି ରଖିଥିଲା? ତା'ର ସ୍ନେହ ମମତାର ଚାପରେ କ'ଣ ଏତେ ଭାରାକ୍ରାନ୍ତ ନୀହାର? ଯା ଫଳରେ କି ସେ ଆଜି ପୁରୀ ଛାଡ଼ି ଚାଲିଯିବ। କେବଳ ସାଗରୀକାଠୁଁ ନିଜକୁ ଦୂରରେ ରଖିବାକୁ। ଆଉ କିଛି ଭାବିପାରିଲାନି ସେ। ତା' ଆଖିରେ ସବୁ ଅଭିଯୋଗ ଛଳଛଳ ହୋଇ ଫୁଟି ଉଠିଲା। ଧାର ଧାର ଲୁହ ନୀରବରେ ଝରିଆସି ତାକୁ ଜଣାଇ ଦେଲା ସେ କାନ୍ଦୁଛି। ଆଉ ସମ୍ଭାଳି ପାରିଲାନି ସାଗରୀକା। ଟେବୁଲ୍ ଉପରେ ମୁଣ୍ଡପୋତି ସେ କଇଁ କଇଁ ହୋଇ କାନ୍ଦି ଉଠିଲା। କୋହ ପରେ କୋହ ଉଠିଲା। ନୀହାର ଉଠି ଠିଆ ହେଲା। କହିଲା–''ତୁମକୁ ଅନେକ କଥା କହିବାର ଥିଲା। ସେଇଥି ଲାଗି ଆସିଥିଲି। କିନ୍ତୁ ତୁମେ। ଏପରି କାନ୍ଦିଲେ ମୁଁ ଭାବିବି ଯେ ତୁମେ ମୋର କଥା ଶୁଣିବାକୁ ଚାହଁନି। ବରଂ ମୋତେ ତଡ଼ି ଦେବାକୁ ଚାହଁ। ତା'ହେଲେ ମୁଁ ଚାଲିଯିବି। '' ସାଗରୀକା ନୀହାରର ଏଇ ନିଷ୍ଠୁର କଥାଗୁଡ଼ାକ ଶୁଣିଲା। ସେ ଜାଣେ ନୀହାର ଭାରୀ ଜିଦଖୋର୍। ସେ ଯାହା କହିବ, ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବ। ତାକୁ ଭାରୀ ଭୟ ଲାଗିଲା। ଯଦି ନୀହାର ଚାଲିଯାଏ! ନା! ତା'ହେଲେ କ'ଣ ସେ କହିବାକୁ ଆସିଥିଲା; କ'ଣ ତା'ର ହୋଇଛି–ସେ ସବୁ ଣୁଣିବ। ସେ ଆଖିରୁ ଲୁହ ପୋଛିଲା। ଅନ୍ତରର ସମସ୍ତ ରୁଦ୍ଧ ଆବେଗକୁ ଅତି କଷ୍ଟରେ ସମ୍ଭାଳି ନେଇ କହିଲା–''କ'ଣ କହିବ–କହ। '' ନୀହାର ତା' ମୁହଁକୁ ଚାହିଁଲା। କି କରୁଣ ସେ ଚାହାଁଣି। କି ମର୍ମଭେଦୀ ତା'ର ଦୃଷ୍ଟି। ସାଗରୀକାର ଦେହ ଉପରେ ତା'ର ଆଖି ବୁଲାଇ ଆଣି ସେ କହିଲା–''ତୁମେ କାନ୍ଦିଲ ସାଗର। କିନ୍ତୁ ଜୀବନରେ ତ ଅନେକ କାନ୍ଦିବାକୁ ପଡ଼ିବ। ଆଜିଠୁଁ ଯଦି ସବୁ ଲୁହ ସାରିଦେବା, ସେତେବେଳେ ଆଉ କାହାକୁ ନେଇ ବଞ୍ଚିବା ତା'ହେଲେ। '' ନୀହାରର କଣ୍ଠ ଆର୍ଦ୍ର ହୋଇଆସିଲା। ସେ ଆଉ କହିପାରିଲା ନାହିଁ। ବଡ଼ ବଡ଼ ଆଖିରେ ତା'ର ସେଇ ଉଦାସ ଆଖି ପତା ଓ ଓଠକୁ ଚାହିଁ ରହିଲା ସାଗର। ''ମୋର ବଦଳି ହୋଇଯାଇଛି ବହୁତ ଦୂରକୁ; ମୁଁ ତୁମଠୁଁ ଶେଷଥର ପାଇଁ ବିଦାୟ ନେବାକୁ ଆସିଛି। '' ନୀହାରର ଏଇ କଥାରେ ଚମକି ପଡ଼ିଲା ସାଗର। ସେ ପୂର୍ବରୁ ବିଶ୍ୱାସ କରୁନଥିଲା; ସତରେ ନୀହାର ଦୂରକୁ ଚାଲିଯିବ। ସେ ଭାବିଥିଲା ତାକୁ ପରୀକ୍ଷା କରୁଛି ବୋଲି। କିନ୍ତୁ ସତକୁ ସତ ତା'ର ବଦଳି ହୋଇଯାଇଛି। କାହିଁ କିଛି ତ ଆଗରୁ ଶୁଣା ନଥିଲା। ତା'ର ଅନ୍ତର ଭିତରେ କି ଏକ ଅଦ୍ଭୁତ ଶିହରଣ ସୃଷ୍ଟି ହେଲା। ନୀହାରର ଆଖି, ତା'ର ମୁହଁ ଆଉ କଥା ସବୁ ସୂଚାଇ ଦେଉଥିଲା ଯେ ସେ ସତ କହୁଛି। ତା' କଥାରେ ଅବିଶ୍ୱାସ କରିବାରେ କୌଣସି କାରଣ ନଥିଲା। ସାଗରୀକା ହତବମ୍ବ